କାଳର କି କୁଟିଳା ଗତି! ସେ ଏତେ ଲୋକଙ୍କୁ ଘେନି କେତେ ରଙ୍ଗରେ କେତେ କ୍ରୀଡ଼ା କରେ! ତାହାରି ପ୍ରଭାବରେ ମାନବ ହୃଦୟରେ କେତେବେଳେ କି ଭାବ! ଏହି କାଳପ୍ରତାରିତ ହୋଇ ପୁଣି କେତେ ତାହାର କରାଳକବଳରେ ପତିତ ହେଉଅଛନ୍ତି! ଭ୍ରାନ୍ତ ମନୁଷ୍ୟ ତାହା କଳନା କରିବାକୁ ଅକ୍ଷମ। ନବମ ପରିଚ୍ଛେଦ ଗିର୍ଜାଘର ବିବାହ ଆଜି ଗିର୍ଜାଘରେ ଘନ ଘନ ଘଣ୍ଟା ଠନ୍ଠନ୍। ଚାରିଆଡ଼ୁ ମୂର୍ତ୍ତିମତୀ ଶାରଦ ଶୁଭ୍ରତା ପ୍ରାୟ ଧାଡ଼ି ଧାଡ଼ି ହୋଇ କେତେ ସ୍ତ୍ରୀ ପୁରୁଷ ମାଡ଼ି ଆସୁଅଛନ୍ତି, କେହି କେହି ବରଣ୍ଡାରେ ଦଣ୍ଡାୟମାନ, କେହି ବା ଫାଟକ ପାଖରେ ଉଭା, କେହି ଛନ୍ ଛନ୍, କେହି ବି କନ୍ କନ୍; କାହାର ଶୂନ୍ୟ ମନ କାହାର ରଣଝଣ୍; କେହି ଗମ୍ ଗମ୍ କେହି ବା ଝମ୍ ଝମ୍। ସମସ୍ତଙ୍କର ଏକଆଡ଼କୁ ପ୍ରାୟ ଦୃଷ୍ଟି ପଡ଼ୁଅଛି କାହାକୁ ଯେହ୍ନେ ସତୃଷ୍ଣନେତ୍ରରେ ପ୍ରତୀକ୍ଷା କରି ରହିଛନ୍ତି। ମଧ୍ୟେ ମଧ୍ୟେ ସେହି ଯୌବନସୁଲଭ ଚପଳତାରେ ଗୋଟିଏ କଣ ଅସମ୍ଭାଳରେ ଦେଖାଦେଇ ପଛେ ପଛେ ଆପଣାର ଭ୍ରମ ବୁଝି ପାରି ଅନ୍ତରରେ ଲଜ୍ଜା ଅନୁଭବ କରିଅଛି। କାହା ହୃଦୟରେ ଉତ୍ସାହ-ଅଗ୍ନିଶିଖା ଦପ୍ କରି ଉଠି ପୁଣି ଦବି ଯାଉଅଛି। ଠାବେ ଠାବେ ଜଣେ ଦି ଜଣ ଠିଆ ହୋଇ ତର୍କ ବିତର୍କରେ କଣ ଗୋଟାଏ ଗୋଟାଏ ସିଦ୍ଧାନ୍ତ କରି ପକାଉଛନ୍ତି। ଗୋଟିଏ ରକ୍ତବସ୍ତ୍ର ପରିଧାନ ଦେଖିଲେ ଦୂରରୁ ମହିଷପଲ ଯେପରି ଶୃଙ୍ଗ ମୁଖ ଉତ୍ତୋଳନ କରି ତାହା ଆଡ଼କୁ ଚାହିଁ ରହନ୍ତି, ଠିକ୍ ସେହିପରି ଚାହୁଁ ଚାହୁଁ ଗୋଟିଏ ଫିଟିନ ଗାଡ଼ି ଆସି ପହୁଞ୍ଚିଗଲା। ଦୁଇଜଣ ଶ୍ୱେତବସ୍ତ୍ରାବୃତା ରମଣୀ ଆଉ ଜଣେ ଶ୍ମଶ୍ରୁଳ ବୃଦ୍ଧଙ୍କ ମଧ୍ୟରେ, ତାରାପୁଞ୍ଜ ମଧ୍ୟରେ ଆର୍ଦ୍ରାନକ୍ଷତ୍ର ପରି ଅଥବା ପୁଣ୍ଡରୀକ ମଧ୍ୟରେ ମନୋହର କୋକନଦ ପରି ଗୋଟିଏ ରକ୍ତକାଞ୍ଚନ ବସନପରିଧାୟିନୀ ଅବଗୁଣ୍ଠନବତୀ ଶୋଭା ପାଉଥିଲେ। ସେ ପାଟଳ ବସ୍ତ୍ର ଭିତରେ ଧବଳଅଙ୍ଗରକ୍ଷିଣୀ ଉଷାର ରକ୍ତ ମେଘାବରଣ ଭିତରେ ସୂର୍ଯ୍ୟ ଆଲୋକ ପରି ଫୁଟି ଦିଶୁଅଛି। ଯାନଟା ତୋରଣଦ୍ୱାରରେ ରହିଲାକ୍ଷଣି ଧବଳା ମହିଳାମାନେ ଆସି ତାଙ୍କୁ ଘେନି ଗିର୍ଜା ଭିତରକୁ ଚାଲିଗଲେ ଏବଂ ବାମଭାଗର ସମ୍ମୁଖ ଆସନରେ ବସାଇଲେ। ସହଯାତ୍ରୀମାନେ ସେହି ପାଖରେ ପଛକୁ ପଛ ବସିଗଲେ। ପାଠକେ, ଅବଶ୍ୟ ଏହାଙ୍କୁ ଚିହ୍ନି ସାରିବେଣି। ଏମାନେ ଆସିଲାକ୍ଷଣି ଅନେକଙ୍କୁ, ବିଶେଷତଃ ସେହି ଶ୍ମଶ୍ରୁଳଙ୍କୁ ବଡ଼ ଉଦ୍ବିଗ୍ନ ଥିବାର ଦେଖାଗଲା। ବର ପକ୍ଷର ଆଗେ ଉପସ୍ଥିତ ହେବାର ବିଧି। ଆଜି ଏତେବେଳଯାଏ ବରର ଦେଖାନାହିଁ। ଏ ପୁଣି କି ଦୁର୍ଘଟନା! ତେଣୁ ଆମ୍ଭମାନଙ୍କର ସଭାପତି ରେଭରଣ୍ଡ ବେନ୍ସାହେବ ବଡ଼ ଚିନ୍ତାକୁଳ। କ୍ଷଣେ ଭିତରେ କ୍ଷଣେ ବାହାରେ, ଶେଷରେ ପୁଣି ବରଣ୍ଡାର ଏକପ୍ରାନ୍ତକୁ ଆସି କପିଳ ଚକ୍ଷୁଯୁଗଳରୁ ଦୂରପ୍ରସାରିତ ଦୃଷ୍ଟିରେଖା ଦକ୍ଷିଣଦିଗର ପଥ ଉପରେ ପାତିତ କଲେ। ଲୋକେ ନାନାପ୍ରକାର ତର୍କଣା କରିବାକୁ ଲାଗିଲେ। କେହି କହିଲେ, ସେ ଦିନ ସାହେବଙ୍କ ନିକଟରେ ସତ୍ୟପ୍ରତିଜ୍ଞା କରି ଆସିଥିଲା ପରା! କେହି କହିଲେ, ଆଜିକାଲିକା ଯୁବକଙ୍କୁ ବିଶ୍ୱାସ ନାହିଁ। କେହି ପ୍ରକାଶ କଲେ, ନ ବୁଝି ନ ଶୁଣି ଏପରି ଲୋକଙ୍କୁ ଏତେ ପ୍ରେମ କରିବା ଉଚିତ ହେଲା ନାହିଁ। କେହି କହିବାକୁ ଲାଗିଲେ, ଆହା! ବେନି ମାମା ତାକୁ ପୁତ୍ରଠାରୁ ବଳି ସ୍ନେହ କରନ୍ତି। ସେଥିରେ ପୁଣି ଏପରି କପଟ ଆଚରଣ କଲା! ସମବେତ ଲୋକଙ୍କର ଇତ୍ୟାଦିପ୍ରକାର ନାନା ଭାବନା, ସାହେବଙ୍କର ଚିରପ୍ରସାରିତ ଦୃଷ୍ଟି ଏବଂ କନ୍ୟାପକ୍ଷର ଗଭୀର ଚିନ୍ତା ଓ ଉଦ୍ବେଗର ଶେଷଭାଗରେ ହଠାତ୍ ଗୋଟିଏ ଗାଡ଼ି ଦେଖା ଦେଲା। ଏଥିରେ ନିଶ୍ଚୟ ବର ଥିବ ଜାଣି ପାରି ସେଥି ମଧ୍ୟରୁ କେତେକ ଗିର୍ଜା ଭିତରେ ପ୍ରବେଶ କଲେ। ଦେଖୁଁ ଦେଖୁଁ ସାକ୍ଷାତ୍ ମାତୃରୂପିଣୀ ବେନ୍ ମେମ ସାହେବ ବରବେଶୀ ମୋହନଙ୍କୁ ଘେନି ଫାଟକ ନିକଟରେ ଉପସ୍ଥିତ ହୁଅନ୍ତେ, ସାହେବ ପ୍ରସନ୍ନ ମନରେ ହାତ ଧରି ଭିତରକୁ ନେଇ ଦକ୍ଷିଣପାର୍ଶ୍ୱର ନିର୍ଦିଷ୍ଟ ଆସନରେ କନ୍ୟା ସମ୍ମୁଖରେ ଉପବେଶନ କରାଇଲେ। ଜନମୋହନର ମୁଖ ଆଜି ଘୋର ଘୃଣା ଓ ପ୍ରତିହିଂସାରେ ଭ୍ରୂକୁଟି କୁଟିଳ। ସମବେତ ସ୍ତ୍ରୀ ପୁରୁଷ ସ୍ୱ ସ୍ୱ ଆସନରେ ଉପବେଶନ କରନ୍ତେ, ସଭାପତି ରେଭରେଣ୍ଡ ବେନ୍ ସାହେବ ଆସନରୁ ଉଠି ଲୀଳାବତୀ ଏବଂ ଜନମୋହନଙ୍କର ଶୁଭବିବାହର ବାର୍ତ୍ତା ଗୋଟିଏ କ୍ଷୁଦ୍ର ବକ୍ତୃତାରେ ଘୋଷଣା କଲେ। ସାହେବ ଆସନ ଗ୍ରହଣ କରନ୍ତେ, ଯନ୍ତ୍ରଚାଳିତ ପ୍ରାୟ ପୁରୋହିତ ରେଭରେଣ୍ଡ ଆଲବର୍ଟ ବକ୍ଲି ସାହେବ ଗାତ୍ରୋତ୍ଥାନ କରି ବରକୁ ସମ୍ବୋଧନ କରି କହିଲେ, ଦେଖ ଜନମୋହନ! ଆଜି ଶ୍ରୀମତୀ ଲୀଳାବତୀ ସାହୁଙ୍କ ସହିତ ତୁମ୍ଭର ବିବାହ ହେବ। ଏହା ଅବଶ୍ୟ ତୁମ୍ଭେ ପୂର୍ବରୁ ଜାଣିଅଛ। ଆଜି ଏ ସରଳା ବାଳିକା ସର୍ବସମକ୍ଷରେ ତୁମ୍ଭରି ହସ୍ତରେ ସମର୍ପିତା।